ଆଉ ଏ ରାମିଆଟା ଗୋଟାଏ ଜଡ଼ ଜୀବ,ଗଜ-ମୂର୍ଖ। ଅନ୍ଧ ସଂସ୍କାର ଓ ଅଚଳ ପରମ୍ପରା ନେଇ ଏଇଟା ଜନ୍ମଲାଭ କରିଚି। ଏମିତି କେତେ କଣ ଭାବି ଲାଗିଲେ ସାର୍। ହୁଏତ ଆହୁରି କେତେ କ'ଣ ଭାବି ଚାଲିଥାଆନ୍ତି। ସ୍ତ୍ରୀଙ୍କର କରୁଣ କ୍ରନ୍ଦନ ଧ୍ୱନି ଓ ପୁଅର ବିକଳ ସ୍ୱନ ସାର୍ଙ୍କ ଚିନ୍ତାରାଜ୍ୟରୁ ବାସ୍ତବ ଜଗତକୁ ଟାଣି ଆଣିଲା। ସେ ଯାଇ ଦେଖିଲେ ଯେ, ଗାଈଟି ମରି ଶୋଇଚି। ତାଙ୍କର ସମସ୍ତ ଆଶା ଓ ଆକାଙ୍କ୍ଷା ଧୂଳିଘର ଝଡ଼ରେ ଉଡ଼ିଗଲା ପରି ଉଭେଇଯାଇଚି। ଗାଈଟିକୁ ସ୍ଥାନାନ୍ତରିତ କରିବାରେ କିଛି ଖର୍ଚ୍ଚ ହେଲା। ପୁଣି ରାମିଆର କଥା କେଇପଦ ତାଙ୍କର କର୍ଣ୍ଣକୁହରରେ ଧ୍ୱନିତ ହେଲା। ସେ ଚିନ୍ତିତ ମନରେ ସ୍କୁଲକୁ ବାହାରିଲେ। ବାଟରେ ଦେଖିଲେ ଯେ, ପଶୁ ଡାକ୍ତର ବାବୁ ଗୋ-ଖାଦ୍ୟ ଦୋକାନରେ ବସି ଚା'ପାନ କରୁଚନ୍ତି। ବିକ୍ରେତା ଓ ଡାକ୍ତରଙ୍କର ଆମୋଦପୂର୍ଣ୍ଣ କଥୋପକଥନ ତାଙ୍କ ମନରେ ସନ୍ଦେହ ଜନ୍ମାଇଲା। ଚିନ୍ତିତ ମନରେ ସେ ସ୍କୁଲକୁ ଗଲେ। ସାଙ୍ଗ ସାଥୀଙ୍କୁ ନିଜର କରୁଣ କାହାଣୀ ଶୁଣାଇଲେ। ସମସ୍ତେ ଚୁପ୍ ହୋଇଗଲେ। ହେଲେ ଚନ୍ଦ୍ରମାଷ୍ଟ୍ରେ ବଡ଼ ଚତୁର ଲୋକ। ସେ ବନ୍ଧୁଙ୍କୁ ଡାକି ନେଇ ତାଙ୍କ କାନରେ ଫୁସ୍ଫୁସ୍ କରି ଦୁଇପଦ କହିଦେଲେ—କହିଲେ, ଆରେ ଭାଇ! ସଭ୍ୟତାର ଅଗ୍ରଗତି ଏଇ ବାଟରେ ହେଉଚି। ପାଠ ପଢ଼ୁଆ ବିଜ୍ଞାନୀଏ, ଏବେ ମୁନାଫାଖୋର୍ କଳାବଜାରୀଙ୍କ ଦଲାଲ ହେଲେଣି। ସେମାନେ ଦେଶର ଓ ଜାତିର ପରମ୍ପରା ଭୁଲିଯାଇ ଜଡ଼ବାଦୀ ହୋଇ ଉଠିଲେଣି। ଅର୍ଥୋପାର୍ଜନ ପାଇଁ ସେମାନେ ସବୁ କିଛି କରି ପାରୁଚନ୍ତି। ମୋର କାହିଁକି ସେ ଡାକ୍ତରଟା ଉପରେ ସନ୍ଦେହ ହେଉଚି। ଆଚ୍ଛା, ଲୋକଙ୍କୁ ଲଗାଇ, ସେହି ଗୋ-ଖାଦ୍ୟର ସାର ବା ଅସାରତା ପରୀକ୍ଷା କରିନେବେ। ତାହାହିଁ ହେଲା। ଗୋ-ଖାଦ୍ୟ ପରୀକ୍ଷା କରାଗଲା। ତହିଁରେ ବିଷାକ୍ତ ପଦାର୍ଥର ଅପମିଶ୍ରଣ ସମ୍ୱନ୍ଧେ ପ୍ରମାଣ ମିଳିଲା। ମାତ୍ର ସେହି ଖାଦ୍ୟ ପଦାର୍ଥ କାହାର ପ୍ରମାଣ ହୋଇ ପାରିଲା ନାହିଁ। ସାର୍ ଡରିଗଲେ। କଥାଟା ପ୍ରମାଣ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇଉଠିବ। ବିଚାରାଳୟର କରାଳ ଚିତ୍ର ତାଙ୍କ ଆଖି ଆଗରେ ମୁଖ ବ୍ୟାଦାନ କଲା। ସୁବିଚାର କେବଳ ଅର୍ଥ ଦ୍ୱାରା କିଣାଯାଇ ପାରେ। ସାକ୍ଷୀ, ଗୁହା ଆଦି ଦରକାର। ଓକିଲଙ୍କ ଫିଜ୍ ବଡ଼ ଟାଣ। ଇତ୍ୟାଦି ଇତ୍ୟାଦି ସାର୍ଙ୍କୁ ଯିଏ ଯେତେ ଉତ୍ତେଜିତ କଲେ ହେଁ ସେ କାହାରି କଥାରେ ଭାବିଲେ ନାହିଁ। ଚୁପ୍ ଚାପ୍ ଘରେ ରହିଲେ। ଏ କ୍ଷେତ୍ରରେ ବରଂ ଚୁପ୍ ରହିବା ଶ୍ରେୟସ୍କର। ପୁଅଟି ଆଇଲା। ଆଖି ଛଳ ଛଳ, ମୁହଁ ଶୁଖିଲା। ସାର୍ ପୁଅ ମୁହଁଟିକୁ ଚାହିଁ ସମ୍ଭାଳି ପାରିଲେ ନାହିଁ। ମୁହଁ ବୁଲାଇ ଦେଇ ଆଖି ପୋଛିଦେଲେ। ଦ୍ୱିତୀୟ ବାର ପରିଗ୍ରହ ପାଇଁ ଅନୁରୋଧ କଲା। ଗଣେଶ ବାବୁ ଶୁଣିଲେ ନାହିଁ-। ଶାଶୁ ଶଶୁର ସେ ପୁରକୁ ଚାଲିଗଲେ। ଗଣେଶ ବାବୁ ଭାବଲେ ଯେ, ତାଙ୍କୁ ନିଷ୍କୃତ ମିଳିଗଲା। ଏଣିକି ସେ ଆନନ୍ଦରେ ଦିନ କାଟିବେ। ଦ୍ୱିତୀୟ ଦାର ବିବାହର ପ୍ରସ୍ତାବ ଆଉ ଆସିବ ନାହିଁ। ମାତ୍ର ଆସିଲା ପ୍ରବଳତର ଭାବରେ ମିନତଙ୍କଠାରୁ। ଘରଟା ସବୁବେଳେ ତାଙ୍କୁ ନିଛାଟିଆ ଲାଗିଲା। ଦିଅଁ ବାଳ-ଗୋପାଳଙ୍କୁ ଦେଖି ସେ କାନ୍ଦେ। ପଡ଼ୋଶୀ ପିଲାଙ୍କୁ ସେ ଚାହିଁ ରହେ। ମାତୃତ୍ୱର ପିପାସା ବଳବତ୍ତର ହୋଇଉଠିଲା। ସେ ଶେଷକୁ ଚିନ୍ତାରେ ଶଯ୍ୟା ଧାରଣ କଲା। ଡାକ୍ତର ଆସିଲେ। ଚିନ୍ତା ଦୂର ନ ହେଲେ, ସେ ବଡ଼ ବ୍ୟାଧିରେ ପଡ଼ି ପାରନ୍ତି ଶୁଣି ଗଣେଶବାବୁ ବିବାହରେ ସମ୍ମତି ଦେଲେ। ମିନତ ନିଜ ଗାଁରେ ଗୋଟିଏ ଗରିବ ବଡ଼ ପରିବାର ଆଡ଼କୁ ଆଖି ବୁଲାଇଲା। ଅର୍ଥାଭାବରୁ କନ୍ୟାଦାୟ ମୁକ୍ତ ହେଇପାରୁ ନ ଥିଲା ସେହି ପରିବାରଟି। ଏକେ ତ ପିତା ନିର୍ଦ୍ଧନ ଓ ଦ୍ୱିତୀୟରେ କନ୍ୟା ରତ୍ନଟି ଦେଖିବାକୁ ଅସୁନ୍ଦର। ମିନତ ତାକୁ ନିଜ ଭଉଣୀ କରି କୋଳେଇ କାଖେଇ ନେଇ ଆସିଲା। ପୁଣି ମିନତର ପୂର୍ବ ସ୍ୱାସ୍ଥ୍ୟ ଫେରି ଆସିଲା। ଘରଟି ହର୍ଷ ମୁଖରିତ ହେଲା। ଠିକ୍ ଦୁଇଟି ବର୍ଷ ପରେ ନବ-ସନ୍ତାନ ଜନ୍ମ ଲାଭ କଲା। ଘରର ଆନନ୍ଦ ଦୁଇଗୁଣ ହୋଇ ବଢ଼ିଲା। ମିନତ ପିଲାଟିର ଖବର ଅନ୍ତର ବୁଝିଲା ମନ ଭରିଦେଇ। ଲୋକେ କହିଲେ ମିନତ ସିନା ଜନ୍ମ କରିନି, ହେଲେ ସେ ପିଲାଟି ପ୍ରକୃତରେ ତାଆରି। ପିଲାଟି ବଢ଼ି ଚାଲିଲା। ମିନତ ପାଖରୁ ମୁହୂର୍ତ୍ତେ ଅନ୍ତର ହେଲେ ନାହିଁ।